ସେ କେତୋଟି ମୁଦ୍ରା ପାଇବା ପାଇଁ କେବଳ ଅତି ବିଭତ୍ସ ଭାବରେ ହସି ହସି ନିଜକୁ ଅର୍ପଣ କରେ। ସେ ତାହାର ଦେହଟା ଖରିଦ୍ କରିପାରେ, ସେ ତାହାକୁ ଉପଭୋଗ କରିସାରି ଚାଲିଯାଏ। ଇସ୍ କେଡ଼େ ଜଘନ୍ୟ ଏହି ନାରୀର ଦେହ ଓ କେଡ଼େ କୁତ୍ସିତ ତା'ର ମନ ଏବଂ କେଡ଼େ ବିଭତ୍ସ ତା'ର ହୃଦୟ? ଶାଢ଼ି, ଶଙ୍ଖା, ସିନ୍ଦୂର ପିନ୍ଧାଇ ଯେଉଁ ସ୍ତ୍ରୀକୁ ପୁରୁଷ ପତ୍ନୀଭାବରେ ଗ୍ରହଣ କରେ, ସେହି ସ୍ତ୍ରୀ ପୁରୁଷର ମନ ନେବାପାଇଁ ଯେତିକି ତ୍ୟାଗ ସ୍ୱୀକାର କରେ, ସେତିକି ତ୍ୟାଗ ଅନାୟାସରେ ମଧ୍ୟ ନୟନତାରା ସ୍ଵୀକାର କରେ କାହିଁକି? ଏମିତି କେତେ କ'ଣ ଅବାନ୍ତର ଦର୍ଶନ ଚିନ୍ତାକରୁଥିଲେ ସେଦିନ କବି ଭବାନନ୍ଦ। ନୟନତାରା ହସିହସି ପାଖେଇ ଆସିଲା ତାଙ୍କ ଓଠରେ ଓଠ ଲଗାଇ ତା'ର ନାରୀ ହୃଦୟର ସମସ୍ତ ସ୍ନେହ ଅଜାଡ଼ି ଦେବାକୁ। ଭବାନନ୍ଦ ପଛେଇ ଆସିଲେ। ସେ ଥରି ଥରି କହିଲେ, ''ତୁମେ କ'ଣ ମୋର ଦେହଟାକୁ ଉପଭୋଗ କରିବାକୁ ଚାହଁ? '' ଅନେକ ପୁରୁଷଙ୍କୁ ନୟନତାରା ଦେଖିଛି। ବହୁ ପୁରୁଷଙ୍କ ପାଖରୁ ସେ ଅନେକ କିସମର ମିଠାକଥା ମଧ୍ୟ ଶୁଣିଛି, କିନ୍ତୁ ଏ ପ୍ରକାର ଅଦ୍ଭୁତ ଧରଣର ମଣିଷଟିଏ ସେ କେବେହେଲେ ଦେଖିନଥିଲା। ସେ କେବଳ ଅନାଇଲା ଭବାନନ୍ଦଙ୍କୁ ଅସହାୟ ଭାବରେ। ନୟନତାରାର ଉଜ୍ଜ୍ୱଳ ଆଖିଯୋଡ଼ାକ ନିଷ୍ପ୍ରଭ ହୋଇଗଲା। ଭବାନନ୍ଦ କୌଣସି ବାକ୍ୟ ବ୍ୟୟ ନ କରି ପକେଟରୁ ଦୁଇଖଣ୍ଡ ଦଶଟଙ୍କିଆ ନୋଟ ବାହାରକରି ନୟନତାରା ହାତକୁ ବଢ଼ାଇଦେଲେ। ନୟନତାରାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ କିମ୍ବା ସେ ଦୁଃଖିତ ମଧ୍ୟ ହେଲା ନାହିଁ। ସେ କେବଳ ଭାବୁଥିଲା ଲୋକଟା ଆଉ ପାଗଳ ନୁହେଁ ତ-? ଭବାନନ୍ଦ ରାସ୍ତା ଉପରକୁ ଆସିଲେ। ଭୟରେ ତାଙ୍କର ସର୍ବାଙ୍ଗ ଥରୁଥାଏ। ସେ ଆଉ ରାସ୍ତାରେ ପଡ଼ିଯିବେ କି? ବହୁ ଚେଷ୍ଟାକରି ସେ ବସାଘରକୁ ଫେରି ଆସୁଥିଲେ। ରାସ୍ତାରେ ସେ ଆସିବାବେଳେ ଭାବୁଥିଲେ ନୟନତାରା କଥା। ନୟନତାରା ଅନାୟସରେ ତାଙ୍କୁ ତା'ର ଦେହଟା ନିଶ୍ଚୟ ସମର୍ପଣ କରିଥାନ୍ତା। ଅରୁନ୍ଧୁତୀ ତା'ର ସ୍ୱାମୀକୁ ଅଧିକା କ'ଣ ଆଉ ଦେଉଥିବ କି? ନୟନତାରା ଯେଉଁ ଦେହ ଓ ହୃଦୟ ଦେଇ ତାଙ୍କୁ ଆଜି ସନ୍ତୁଷ୍ଟ କରିବାକୁ ବସିଥିଲା, ଠିକ୍ ସେହିପରି ଅରୁନ୍ଧୁତୀ ମଧ୍ୟ ତା'ର ସ୍ୱାମୀକୁ ସନ୍ତୁଷ୍ଟ କରେ। ସବୁ ସ୍ତ୍ରୀର ହୃଦୟର ସ୍ପନ୍ଦନ ଓ ଦେହର ଉଷ୍ମତା ନୟନତାରାର ହୃଦୟର ସ୍ପନ୍ଦନ ଓ ଦେହର ଉଷ୍ମତା ସଙ୍ଗେ ସମାନ ନ ହୋଇ ଟିକିଏ ଊଣା କିମ୍ବା ଟିକିଏ ଅଧିକ ହୋଇପାରେ। ମାତ୍ର ଅଜସ୍ର କାବ୍ୟ କବିତାର ନାୟିକା ହେବାର ସୁଯୋଗ ଯେଉଁ ରମଣୀ ଜୀବନରେ ଲାଭ କରିଥାଏ ସେ କ'ଣ ନୟନତାରା ଭଳି ଏକ ଇତର ସ୍ତ୍ରୀ? ତଥାପି ଅରୁନ୍ଧୁତୀ ତାଙ୍କୁ ଭୁଲ ବୁଝିଲା କାହିଁକି? ଏହି ଦୁଃସମୟରେ ଭବାନନ୍ଦଙ୍କର ମନେପଡ଼ିଲା ମିତ୍ରାକଥା। ସେ ପୁଣି ଭାବିଲେ ମିତ୍ରା କାହିଁକି ତାଙ୍କର କବିତା ରାଜ୍ୟରେ ପଶି ହଇରାଣ ହେବ? ସେ ଲୁଣ ତେଲର ସଂସାରରେ ଭାଜି ହୋଇ ହୋଇ ଶୁଖୁଆ ହୋଇଗଲାଣି। ସେ ପ୍ରେମ କିମ୍ବା ପ୍ରଣୟର ଅର୍ଥ ବୁଝିବାକୁ ମୋଟେ ବ୍ୟସ୍ତ ନୁହେଁ। ସେ ନିଜର ସ୍ୱାମୀକୁ ସୁଖୀ କରିବାକୁ ସର୍ବଦା ବ୍ୟସ୍ତ। ସେ ତାଙ୍କର କାବ୍ୟର ନାୟିକା ହେବାର ସୌଭାଗ୍ୟ ନେଇ ଜନ୍ମ ହୋଇନାହିଁ। ସେ କେବଳ କବିର ପତ୍ନୀ ହେବାର ପୁଣ୍ୟ ନେଇ ଜନ୍ମ ହୋଇଛି। ମିତ୍ରା ଭଳି ଗୋଟିଏ ନିରୀହା ସ୍ତ୍ରୀକୁ ଆଣି କାହିଁକି ସେ ଅଡ଼ୁଆରେ ପୂରାଇବେ? ଏତିକି ମନେମନେ ଭାବି ଭବାନନ୍ଦ ହସିଉଠିଲେ। ସେତେବେଳେ ତାଙ୍କର ଆଖିରେ ଅରୁନ୍ଧୁତୀର ହସ ହସ ମୁଖଟି ଯେତେ ଦିଶୁନଥିଲା ତାହାଠାରୁ ଅଧିକ ଦିଶୁଥିଲା ନୟନତାରାର ରକ୍ତାଭ ମୁଖଟା। ଇସ୍ କେଡ଼େ ସୁନ୍ଦର ସେ ହସୁଥିଲା। 'ଯେ କୌଣସି ସ୍ତ୍ରୀ ସ୍ୱାମୀର ମନନେବାକୁ ଠିକ୍ ନୟନତାରା ଭଳି ହସେ ନାହିଁକି? ' ଏହା କେବଳ ଭାବୁଥିଲେ କବି ଭବାନନ୍ଦ। କାଳ ନାଗୁଣୀ ଡାକ୍ତର ହେବାର ମମତାକୁ ସମ୍ପୂର୍ଣ୍ଣଭାବେ ଛିନ୍ନକରି ଯେଉଁଦିନ ମେଡିକାଲରୁ ନାଁ କଟେଇ ସୁମନ୍ତ ଘରକୁ ଫେରିଆସିଲେ ସେହି ଅଶୁଭ ଦିନରେ ସୁକାନ୍ତିକୁ କ୍ଷମା ଦେବାପାଇଁ ଅନୁରୋଧ କଲେ ଭାଉଜ ଦେବବାଳା। ସୁମନ୍ତ ଅତି ଧୀର ଗଳାରେ ଜବାବ୍ ଦେଲେ ''ପ୍ରତ୍ୟେକ ଜିନିଷକୁ ନିଜର ଦୃଷ୍ଟିକୋଣରୁ ବିଚାର କରିବା ହେଉଛି ନାରୀର ସ୍ୱଭାବ। ସୃଷ୍ଟିର ଆଦିମଯୁଗରୁ ପୁରୁଷ ମାତ୍ରେ ହିଁ ଯେ କ୍ଷମାଶୀଳ ଏହା କ'ଣ ତୁମେ ଅସ୍ୱୀକାର କରୁଛ ଭାଉଜ? '' ଭାଉଜଙ୍କ କଣ୍ଠର ସ୍ୱର ଅତି ଅସ୍ୱାଭାବିକ ଭାବରେ ଋକ୍ଷ ହୋଇଆସିଲା। ସେ କହିଲେ, ''ସୁକାନ୍ତୀକୁ ଶାସ୍ତିଦେବାକୁ କ'ଣ ତୁମର ଅଭିପ୍ରାୟ ନୁହେଁ?